ନିଜର ପିଲାମାନଙ୍କୁ ମଧ୍ୟ ସେମାନେ ଅବିକଳ ନିଜ ପରି ଏକ ନିରାପଦ ଖୋଲ ଭିତରେ ଆବଦ୍ଧ କରି ରଖିବାକୁ ଇଚ୍ଛା କରୁଛନ୍ତି। ହୃଦୟ ନାମକ ବସ୍ତୁଟି କଣ ପାଇଁ ଏପରି ଶୁଖିଯାଉଛି ଯେ, ସେମାନେ ପୃଥିବୀରେ କେବଳ ନିଜଟା ବ୍ୟତୀତ ଆଉ କିଛି ହେଲେ ଦେଖିପାରୁ ନାହାନ୍ତି। ସଫଳତା କହିଲେ ଗୋଟେ ସୁଦ୍ଧା ନିଜର ସଫଳତାକୁ ବୁଝୁଛନ୍ତି। ଭାଗ୍ୟ କହିଲେ ନିଜର ଭାଗ୍ୟଟାକୁ ବୁଝୁଛନ୍ତି। ଅସଲ ସତ୍ୟଟି, ଅସଲ ଐଶ୍ୱର୍ଯ୍ୟଟି ଏବଂ ଅସଲ ଦେଶଟି ଯେ ଏଠି ସମସ୍ତଙ୍କୁ ଏକତ୍ର ଛନ୍ଦି ଉତ୍ତୋଳିତ କରି ଧରିଛି, ସେମାନେ ସେକଥାଟି ଭାବିବାକୁ ମଧ୍ୟ ଆତଙ୍କ ଗଣୁଛନ୍ତି। ସ୍ୱାଧୀନ ଭାରତବର୍ଷରେ ଭାଗ୍ୟକୁ ଅତି ଅଳ୍ପଙ୍କର ଭାଗ୍ୟରେ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ମିଳିଲା। ଯଦି ସମସ୍ତେ ଶିକ୍ଷାନାମରେ ଉଚ୍ଚ ଶିକ୍ଷା ପାଉଥାନ୍ତେ, ତେବେ ଏହି ଦେଶ ପାଇଁ ଆଗକୁ ଆଉ କିଛି ଆଶା କରିବା ସକାଶେ ମଧ୍ୟ ହୁଏତ ବାଟଟିଏ ନଥାନ୍ତା। ନିତାନ୍ତ ଭୟାଳୁଟିଏ ନହେଲେ କେହି ଖାଲି ନିଜର ସୁଖ ଲାଗି ଭଗବାନଙ୍କୁ ଏତେ କାତର ଭାବରେ ଡାକିବାକୁ ମନ କରିବ ନାହିଁ। ସୁସ୍ଥ ମଣିଷଟିଏ ତ ଭଗବାନଙ୍କର ପାଦଦେଶକୁ ଅନାଉ ଅନାଉ ତାକୁ ସହସ୍ର ସଂଖ୍ୟାରେ ଅନ୍ୟମାନେ ମଧ୍ୟ ଦିଶି ଯାଉଥବେ। ଯଦି ସିଏ ଭଗବାନ ସତକୁ ସତ କଲ୍ୟାଣକାରୀ ବୋଲି ଅନୁଭବ କରୁଥିବ, ତେବେ ତାଙ୍କୁ ସ୍ୱତନ୍ତ୍ର ଭାବରେ ନିଜର ଦୁଃଖଗୁଡ଼ାକୁ ଜଣାଇବାଟା ନିତାନ୍ତ ଅନାବଶ୍ୟକ ବୋଲି ମନେହେବ । ଆମ ଦେଶରେ ପାଠୁଆମାନେ କାହିଁକି ଦିନକୁ ଦିନ ଅଧିକ ଭୟାଳୁ ଓ ତେଣୁ ପ୍ରତିକ୍ରିୟାଶୀଳ ହୋଇ ପଡ଼ୁଛନ୍ତି, ସେକଥା ଭାବିବା ସକାଶେ ମଧ୍ୟ ଆମ ଭିତରେ କିଞ୍ଚିତ୍ ସାହସ ରହିଥିବା ଦରକାର। ଜଣେ ଭୟାଳୁ ମଣିଷ କଦାପି ଭୟରେ ନିଦାନକୁ ବାହାର କରିପାରିବ ନାହିଁ। ପାଠୁଆମାନେ ଏତେ ଦରମା ପାଉଛନ୍ତି, ଏତେ ଏତେ ପାଠକୁ ପହଁରି ପାର ହୋଇଛନ୍ତି, ସାଧାରଣ ମଣିଷଙ୍କ ତୁଳନାରେ କେଡ଼େ ଧୋବ, ନିକ ଆଉ ଫୁର୍ତ୍ତି ଦେଖାଯାଉଛନ୍ତି, ତଥାପି ନିଜ ଭିତରେ ପୁଚୁପୁଚୁ ହେଉଛନ୍ତି। ନିଜର ସତ ମିଛ ବେଦନାଗୁଡ଼ିକରେ ଏତେ ବିଭୋର ହୋଇ ରହିଛନ୍ତି ଯେ ସମ୍ବେଦନା ବୋଲି ଆର ପଦାର୍ଥଟିକୁ ପୂରାପୂରି ହଜାଇ ସାରିଲେଣି। ପୃଥିବୀର ଅନ୍ୟ ଦେଶମାନଙ୍କରେ କଣ ଭୃତ୍ୟମାନେ ନାହାନ୍ତି? ସେମାନେ ମଧ୍ୟ ସରକାର ଚଳାଉଛନ୍ତି, ଶାସନ ନାମକ କଳଟିକୁ ସମର୍ଥ କରି ରଖିପାରୁଛନ୍ତି। ଅଥଚ ଆମ ଦେଶରେ ପାଠୁଆ ଭୃତ୍ୟମାନେ ତାହା କରିପାରୁ ନାହାନ୍ତି କଣ ପାଇଁ? ସାହସୀ ମଣିଷର, ସମ୍ବେଦନଶୀଳ ମଣିଷର ହୃଦୟ ଆଗେ ଆଗେ ଥାଏ ଏବଂ ମସ୍ତିଷ୍କଟା ହୃଦୟର ବୋଲ ମାନୁଥାଏ। ହୃଦୟର ବୋଲ ମାନି ହିଁ ବୁଦ୍ଧି ତାର ଅସଲ କର୍ତ୍ତବ୍ୟଟି କରିପାରେ। ଏବଂ ପାଠ ପଢ଼ିଥିବା ଆମ କାରିନ୍ଦାମାନେ ସତେଅବା ସେହି ହୃଦୟଟାକୁ ହିଁ କୋଉଠି ଚାଳରେ ଖୋଷିଦେଇ ଆସିଛନ୍ତି। ସେମାନେ ନିର୍ମମ ହାକିମ ହୋଇପାରୁଛନ୍ତି ସତ ମାତ୍ର ମଣିଷ ପାଖକୁ ଯାଇପାରିବା ଲାଗି ସାହସ ପାଉନାହାନ୍ତି। ବଡ଼ ହୀନିମାନ ଅବସ୍ଥାରେ ରହିଛନ୍ତି। ସରକାରଙ୍କ ଶାସନଶାଳରେ ଚାଣୁର ହୋଇଛନ୍ତି, ମାତ୍ର ଅଣ୍ଟା ଭାଙ୍ଗି ପଡ଼ିଛନ୍ତି, କାମରେ ଲାଗିପାରୁ ନାହାନ୍ତି। ଆମ ବାବୁମାନେ ପାଠ ପଢ଼ିଲାବେଳେ ଯେଉଁ ଗଣିତ, ସାହିତ୍ୟ, ବିଜ୍ଞାନ କିମ୍ବା ଭୂଗୋଳ ପଢ଼ିଛନ୍ତି, ଏହି ଅବସ୍ଥା ପାଇଁ କଣ ସେହି ବିଷୟମାନେ ଦାୟୀ? ସେହି ବିଷୟଗୁଡ଼ିକ ଜଗତଯାକ ପିଲାମାନେ ମଧ୍ୟ ପଢୁଛନ୍ତି। ତେବେ ଅସଲ କେଁ ଟା କେଉଁଠି ରହିଛି, ଯାହାକି ଏଠି ସବୁକିଛିକୁ ବିଗାଡ଼ି ଦେଉଛି? ପାଠୁଆମାନେ ଅଳସୁଆ ହୋଇ ବାହାରୁଛନ୍ତି, ଠକିଦେଇ ପାରୁଛନ୍ତି ବୋଲି ଆଉ ଖୁସି ହେଉଛନ୍ତି ଏବଂ ସବୁକିଛି ଫୁସକି ଯାଉଥିଲେ ମଧ୍ୟ ସେଥିପାଇଁ ନିଜକୁ ଆଦୌ ଦାୟୀ କରୁନାହାନ୍ତି। ଦରିଦ୍ରଙ୍କର ଏହି ଦେଶରେ ବାବୁ ପଂକ୍ତିରେ ଗଣା ହେଉଛନ୍ତି, ଉଚ୍ଚରେ ଦୂରଛଡ଼ା ରହିବାକୁ ହିଁ ସେମାନଙ୍କୁ ଭଲ ଲାଗୁଛି।